ହୁଏତ ବହୁ ଯୁଗ ପରେ ସଭ୍ୟତାର ପ୍ରଗତି ଆମକୁ ନେଇଆସିବ ଠିକ୍ ତୋରି ପାଖକୁ। ତୁ ଅସଭ୍ୟ, ଉଲଗ୍ନ ବୋଲି ଆମେ ଆଖି ବୁଜୁ, ଥଟ୍ଟା କରୁ; କିନ୍ତୁ ନିଜ ସ୍ତ୍ରୀ, ଝିଅ, ଭଉଣୀଙ୍କୁ ଯୁଗ ସଭ୍ୟତାର ମହାଦାନ ବୋଲି ପ୍ଲାଷ୍ଟିକ ଶାଢୀ ପିନ୍ଧାଇ ଦାଣ୍ଡରେ ବୁଲାଇନେଉ। ରୂପ ଯୌବନକୁ ଉପଭୋଗ କର ବୋଲି ଅନ୍ୟକୁ ପ୍ରଚ୍ଛନ୍ନ ଇଙ୍ଗିତ ଦେଉ। ତୁ ଧନୁଶର ଧରି ରହିଥା ଯୁଗ ଯୁଗ ଧରି, ବଳ୍ କଳ ରହିଥାଉ ତୋର ପରିଧାନ, ତୁ ଆଦିମ ରୂପକାରର ଅଙ୍କିତ ଜୀବନ୍ତ ମୂର୍ତ୍ତି। ଆମେ ସଭ୍ୟ ନୋହୁଁ, ଅବାସ୍ତବ ସଭ୍ୟତାର ଦାସାନୁଦାସ। ଦୀର୍ଘ ଦୁଇ ମାସ ପରେ ମୁଁ ଫେରିଲି। ମୁଁ ନୁହେଁ ଆମେ। ବହୁବଚନ ନ ହେଲେ ମଧ୍ୟ ଦ୍ୱିବଚନ। ସ୍ୱପ୍ନା ଓ ମୁଁ। ମା ଫେରିଲନି, ରତ୍ନା ବି ଫେରିଲାନି। ସମସ୍ତେ ରହିଲେ ଟୁ ଟୁ ଦି ପାଖରେ। କି ଷଡ଼ଯନ୍ତ୍ର, କି କୂଟନୀତି କିଛି ବୁଝିପାରିଲି ନାହିଁ। ସେଦିନ ରାତି ପାହିଲେ ଗାଡ଼ି ଧରିବା କଥା। ରାତି ବାର ପର୍ଯ୍ୟନ୍ତ ଆମର ଆଲୋଚନା ହେଉଥିଲା, ସମସ୍ତେ ଫେରିବୁ। ମୁଁ ଓହ୍ଲେଇବି ସିଲଗୁଡ଼ିରେ-ଜଲ-ପାଇଗୁଡ଼ି ଯିବା ପାଇଁ ମାମୁଁଘରକୁ, କିନ୍ତୁ ହଠାତ୍ ସକାଳୁ ଦେଖିଲି କେହି ଆସିଲେନି, କେବଳ ସ୍ୱପ୍ନା। ଗେଟରୁ ବାହାରି ଜିପ୍ରେ ବସିଲା ପର୍ଯ୍ୟନ୍ତ ମୁଁ ଖାଲି ଭାବି ଭାବି ଚାଲିଚି। ଆଗରେ ସ୍ୱପ୍ନା। ସେଇ ଦୁଇଟା ସର୍ପିଳ ଲମ୍ବା ବେଣୀ। ସେଇ ସୁଠାମ ଅଙ୍ଗ। ସେଇ ବାହୁଲତା। ମଝିରେ ମଝିରେ ପଛକୁ ଅନାଏଁ ସେ, ମୁଁ ଆସୁଚି କି ନାହିଁ ଦେଖିବା ପାଇଁ। ପଛକୁ ଅନାଇବା ମାତ୍ରେ ମୁଁ ଅଟକିଯାଏ। ମୋ ପାଦ ଥକିଯାଏ। ଅନୁଭବ କରେ, ସତେ କି ମୁଁ ସାକ୍ଷୀଗୋପାଳଙ୍କ ପରି ଚାଲିଚି ଜୀବନରେ ଏକ ସାକ୍ଷ୍ୟ ଦେବା ପାଇଁ। ସ୍ୱପ୍ନା ସହିତ ଯେମିତି ମୁଁ ଗୋଟାଏ ଆନ୍ତରିକ ପ୍ରତିଶ୍ରୁତିରେ ନିବଦ୍ଧ। ମତେ ଟାଣି ନେଉନି ସ୍ୱପ୍ନା, ଟାଣି ନେଉଚି ଏହି ପ୍ରତିଶ୍ରୁତି। ପାଖକୁ ଲାଗିଆସେ। ମୋର ପଦଧ୍ୱନି ଶୁଣିବା ମାତ୍ରେ ତାର ପାଦ ଥକିଯାଏ। ପଛକୁ ଚାହିଁ ଥରେ ଥରେ ସେ ମଧ୍ୟ ଅଟକି ଯାଏ ଠିକ୍ ବିସ୍ତୃତ କବିତାର ଧାଡ଼ି ଭଳି। କଥା ଛନ୍ଦରେ ପଚାରେ-ସ୍ୱପ୍ନା! ମା ଆଉ ରତ୍ନାର ଆକସ୍ମିତ ଆଗମନୀ ସଙ୍ଗୀତର ବିରତି କାହିଁକି? -ସେମାନେ ଆସିଥିଲେ ସ୍ୱର ବେସୁରା ହୋଇ ପଡ଼ିଥାନ୍ତା ବୋଲି। -କେଉଁ ସ୍ୱର? -ଚାଲ, ବାଟରେ ମୋ ଦିବଗ୍ଧ ପ୍ରାଣକନ୍ଦର ଭିତରୁ ଏକ ମୂର୍ଚ୍ଛାନା ଶୁଣିବ। -ସେ ଗୀତର ମୂର୍ଚ୍ଛନାର ଗ୍ରାହକ କ'ଣ ମୁଁ ଏକାକୀ? ଗାଡ଼ି ଚାଲେ। ଆସିଲାବେଳେ ଯେଉଁ ପ୍ରକୃତିର ଅପାର ଶୋଭାସମ୍ଭାର ଦେଖି ମୁଁ ଉଲ୍ଲସିତ ହୋଇଉଠୁଥିଲି ଆଉ ସେ ଉଲ୍ଲାସ ନାହିଁ।